ସେ ସମୟରେ ବ୍ରାହ୍ମଣ ପଣ୍ଡିତମାନେ ନିଜ ନିଜ ପିଲାଙ୍କୁ ସ୍କୁଲକୁ ପଠାଉ ନ ଥିଲେ। ସେମାନେ ଭାବୁଥିଲେ ପିଲା ଇଂରାଜୀ ପାଠ ପଢ଼ି ଜାତି ହରାଇବ ଖ୍ରୀଷ୍ଟିୟାନ ହୋଇଯିବ ଅଖାଦ୍ୟ ଖାଇବ। ଆମ ଦେଶରେ ପ୍ରଥମେ ଯେତେବେଳେ ଇଂରାଜୀ ସ୍କୁଲ ବସିଲା ସେତେବେଳେ ଏହିପରି କେତେକ ଘଟଣା ଘଟିଥିଲା। ସେତେବେଳେ ଯେଉଁମାନେ ସ୍କୁଲରେ ପାଠ ପଢ଼ି ନାମ କଲେ ସେମାନଙ୍କ ମଧ୍ୟରୁ କିଏ ଖ୍ରୀଷ୍ଟିୟାନ ହେଲେ କିଏ ପଇତା ଛିଣ୍ଡାଇ ବ୍ରାହ୍ମଧର୍ମ ଗ୍ରହଣ କଲେ କେତେକ ମଦ ଖାଇଲେ। ଏହା ଦେଖି ପଣ୍ଡିତମାନେ ପ୍ରମାଦ ଗଣିଲେ। ସେମାନେ ଭାବିଲେ ସ୍କୁଲ ପିଲା ଏହିପରି ହୋଇଯିବେ। ତେଣୁ ଇଂରାଜୀ ସ୍କୁଲମାନଙ୍କୁ ପିଲା ପଠେଇ ପଠାଇବାକୁ ସାହସ କଲେ ନାହିଁ। ହରିହରଙ୍କ ବାପା ମରାଠୀ ପଣ୍ଡିତ ହେଲେ ମଧ୍ୟ ପୁଅକୁ ସ୍କୁଲକୁ ପଠାଇବାକୁ ଆପତ୍ତି କଲେ ନାହିଁ। ସେ ପିଲାଦିନୁ ପୁଅର ମତିଗତି ଭଲରୂପେ ବୁଝିଯାଇଥିଲେ। ସେ ଜାଣିଥିଲେ ଯେ ହରିହର କେବେହେଲେ ଅବାଟରେ ଯିବ ନାହିଁ କି ଅନ୍ୟାୟ କରିବ ନାହିଁ। ହରିହର ଇଂରାଜୀ ସ୍କୁଲରେ ପଢ଼ିବାକୁ ପୁରୀ ଗଲେ। ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ। ସେ ସମୟରେ ହରିହରଙ୍କ ମୁଣ୍ଡରେ ଚୁଟି ଥାଏ। ସେ ସମୟରେ ଶ୍ରୀରାମଚନ୍ଦ୍ରପୁର ଶାସନରୁ ଯେତେ ପିଲା ସ୍କୁଲରେ ପଢ଼ୁଥାନ୍ତି ସମସ୍ତେ ଚୁଟି ରଖିଥାଆନ୍ତି। ଅନ୍ୟ ପିଲାମାନେ ଏମାନଙ୍କ ଚୁଟି କାଟି ପକାଇବାକୁ ଫିକର କଲେ। ସବୁ ପିଲାଏ କହିଲେ ହରି ଭାଇନା ଆମ ଭିତରେ ବଡ଼ ଯଦି ତାଙ୍କ ଚୁଟି କାଟି ଦିଆଯିବ ତେବେ ଆମେ ଚୁଟି କାଟିବୁ। କିନ୍ତୁ ହରିହରଙ୍କୁ ସାହସ କରି କେହି ଏ କଥା କହୁ ନ ଥାନ୍ତି। ଥରେ କଥା ହେଲା ଚୁଟି ରଖିବା ଭଲ କି ମନ୍ଦ ଏ ବିଷୟରେ ଆଲୋଚନା କରାଯିବ। ହରିହରଙ୍କୁ ସେଠାକୁ ଡକାଗଲା। କେତେ ଯୁକ୍ତିତର୍କ ହେଲା। ହରିହର କହିଲେ ଚୁଟି ରଖିଲେ ତ ଆମର କିଛି କ୍ଷତି ହେଉ ନାହିଁ ତେବେ ମୁରବିମାନଙ୍କ କଥା ଅମାନ୍ୟ କରିବା କାହିଁକି? ତାଙ୍କ ମନରେ କଷ୍ଟ ଦେବା କ’ଣ ଆମର ଉଚିତ୍? କିନ୍ତୁ ଅନ୍ୟ ପିଲାମାନେ ଆଗରୁ କଇଞ୍ଚିଟିଏ ଠିକ୍ କରି ରଖିଥାଆନ୍ତି। ଏହିପରି ଆଲୋଚନା ଚାଲିଥିବାବେଳେ କେହି ଜଣେ ସାଙ୍ଗ ଚୁପ୍ କରି ପଛଆଡ଼େ ଚୁଟିଟି କାଟିଦେଲେ। ସମସ୍ତେ ହସିଉଠିଲେ। ହରିହର ମୁଣ୍ଡରେ ହାତମାରି ଦେଖିଲେ ଚୁଟି ନାହିଁ। ତଥାପି ସେ ଦୁଃଖିତ ହେଲେ ନାହିଁ। କହିଲେ ସାଙ୍ଗ ପିଲା ଯଦି ଏଥିରେ ଖୁସି ହେଉଛନ୍ତି ତେବେ ତାହା ହିଁ ହେଉ। ପୁନେଇ ବର୍ଷ ରେ ସ୍କୁଲ ଛୁଟି ହେଲେ ପିଲାମାନେ ଗାଁକୁ ଆସନ୍ତି। ସାଧାରଣତଃ ଯେଉଁ ପିଲା ସ୍କୁଲରେ ପଢ଼ୁଥାଆନ୍ତି ତାଙ୍କ ମନରେ ଗର୍ବ ବହୁତ। ଗାଁକୁ ଆସିଲେ ଅନ୍ୟ ଲୋକଙ୍କ ସହିତ ମିଶନ୍ତି ନାହିଁ। ଲୋକଙ୍କ ସାଙ୍ଗରେ ବେଶୀ କଥାବାର୍ତ୍ତା କରନ୍ତି ନାହିଁ। ନିଜକୁ ଭାରି ପଣ୍ଡିତ ମନେକରନ୍ତି। କିନ୍ତୁ ହରିହର ଗାଁକୁ ଆସିଲେ ଆଗ ଯାଇ ସବୁ ଲୋକଙ୍କୁ ସଙ୍ଖୁଳି ଆସନ୍ତି। ନିଜଠାରୁ ଯେ ବୟସରେ ବଡ଼ ତାଙ୍କ ଗୋଡ଼ତଳେ ମୁଣ୍ଡିଆ ମାରନ୍ତି ତାଙ୍କ ହାନିଲାଭ ବୁଝୁଛନ୍ତି। ଯେଉଁମାନେ ସାଙ୍ଗ ବା ବୟସରେ ସାନ ସେମାନଙ୍କ ସାଙ୍ଗରେ ଖେଳନ୍ତି ବୁଲନ୍ତି। ସମସ୍ତଙ୍କୁ ନିଜର କରିନେଇଥାନ୍ତି। ତେଣୁ ଗ୍ରାମରେ ସାନଠାରୁ ବଡ ଯାଏ ସମସ୍ତେ ତାଙ୍କୁ ଆଦର କରନ୍ତି। ଆଉ କେହି ଚୁଟି କାଟିଥିଲେ ଗ୍ରାମର ବୁଢ଼ା ବୁଢ଼ା ପଣ୍ଡିତେ ତାକୁ ଗାଳି ଦେଇଥାନ୍ତେ କେତେ କଥା କହିଥାନ୍ତେ। କିନ୍ତୁ ହରିହର ଚୁଟି କାଟିଛନ୍ତି ଦେଖି କେହି କିଛି କହିଲେ ନାହିଁ। ସମସ୍ତେ ଭାବିଲେ ହରିଟି ଆମର ଯୋଗ୍ୟ ପିଲା। ସେ ଯାହା ଠିକ୍ ଭାବିଛି ତା କରିଛି। ସେ କେବେ ଅନ୍ୟାୟ କରିବ ନାହିଁ। ଗ୍ରାମର ବୁଢ଼ା ପଣ୍ଡିତମାନଙ୍କର ହରିହରଙ୍କ ଉପରେ ଯେଉଁ ବିଶ୍ୱାସ ଥିଲା ତାହା ବିଫଳ ହୋଇନାହିଁ। ସାରା ଓଡ଼ିଶା ଲୋକଙ୍କର ସେହି ହରିହରଙ୍କ ଉପରେ ଦୃଢ଼ ବିଶ୍ୱାସ ଥିଲା। କୌଣସି ଅନ୍ୟାୟ କିଛି ଅସତ୍ୟ ଯେ ତାଙ୍କ ପାଖ ପଶି ନାହିଁ ଏ କଥା ସମସ୍ତେ ଭଲରୂପେ ଜାଣିଥିଲେ। ହରିହର ସ୍କୁଲରେ ପଢ଼ୁଥିଲାବେଳେ ପୁରୀରେ ଭୀଷଣ ଭାବରେ ହଇଜା ଲାଗିଲା। ଶହ ଶହ ଲୋକ ବାଟଘାଟରେ ପଡ଼ି ଛଟପଟ ହୋଇ ମଲେ। ସେଥିରୁ ଅଧିକାଂଶ ଦୂର ଦେଶରୁ ଜଗନ୍ନାଥଙ୍କ ଦର୍ଶନକୁ ଆସିଥାଆନ୍ତି। ଏଠାରେ ଘରଦ୍ୱାର ନାହିଁ କି ବନ୍ଧୁବାନ୍ଧବ ଚିହ୍ନା ଲୋକ କେହି ନାହାନ୍ତି। ସେମାନଙ୍କୁ ବିପଦରେ ଚାହିଁବ କିଏ? ଏହା ଦେଖି ହରିହର ଥୟ ହୋଇ ରହିପାରିଲେ ନାହିଁ।